କଟି ଯନ୍ତ୍ରଣା ବା ନିମ୍ନ ପିଠି ଯନ୍ତ୍ରଣା ଏକ ସାଧାରଣ ମାଂସପେଶୀ କଙ୍କାଳ ବେମାରୀ ଯାହା ପିଠିର ମାଂସପେଶୀ ସ୍ନାୟୁ ଓ ଅସ୍ଥିରେ ହୁଏ। ଏଥିରେ ସାଧାରଣ ଧରଣର ଯନ୍ତ୍ରଣା ହୁଏ କିନ୍ତୁ ସର୍ବଦା ଚାଲୁରହେ ବା ହଠାତ୍ ତୀବ୍ର ଅନୁଭବ ହୁଏ। ଯନ୍ତ୍ରଣା ସମୟ ଅନୁସାରେ ଏହି ରୋଗକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଏ ଯଥା ଆକ୍ୟୁଟ ବା ତୀବ୍ର ସବ କ୍ରନିକ ଓ କ୍ରନିକ ବା ଦୀର୍ଘକାଳୀ ଅନ୍ତର୍ନିହିତ କାରଣ ଅନୁସାରେ ଏହାକୁ ମେକାନିକାଲ ନନ ମେକାନିକାଲ ଓ ରେଫର୍ଡ ଯନ୍ତ୍ରଣା କୁହାଯାଏ। ନିମ୍ନ ପିଠି ଯନ୍ତ୍ରଣା ପ୍ରାୟ କିଛି ସପ୍ତାହ ମଧ୍ୟରେ କମିଯାଏ ଚାଳିଶରୁ ନବୁର ପ୍ରତିଶତ ଲୋକ ଛଅ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ଭଲ ହୋଇଯାନ୍ତି। ଅଧିକାଂଶ କଟି ଯନ୍ତ୍ରଣା ରୋଗର କାରଣ ଚିହ୍ନଟ ହୋଇପାରେ ନାହିଁ ମାଂସପେଶୀ ଅଥବା ଗଣ୍ଠି ଷ୍ଟ୍ରେନ ଭଳି ମେକାନିକାଲ କାରଣ ଯୋଗୁଁ ଏହା ହେଉଥିବା ବିଶ୍ୱାସ କରାଯାଏ। ଯଦି ଏହା ରକ୍ଷଣଶୀଳ ଚିକିତ୍ସାରେ ଉପଶମ ନ ହୁଏ ବା ଲାଲ ପତାକା ଚିହ୍ନ ଯେପରିକି ଆକାରଣ ଓଜନ ହ୍ରାସ ଜ୍ୱର ଅନୁଭବ ବା ଚଳପ୍ରଚଳ ହେବାରେ ସମସ୍ୟା ଦେଖାଗଲେ ସାଂଘାତିକ ରୋଗ ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ। ଅଧିକାଂଶ କ୍ଷେତ୍ରରେ ଇମେଜିଙ୍ଗ ଟୁଲ ଯେପରିକି ସିଟି ସ୍କାନ ଉପକାରୀ ନୁହେଁ ତଥାପି ଇମେଜିଙ୍ଗର ବ୍ୟବହାର ସଂଖ୍ୟା ବଢ଼ିଚାଲିଛି। ଅନ୍ତର କୋଶେରୁକ ଡିସ୍କ ନଷ୍ଟ ହୋଇଗଲେ ସଳଖ ଗୋଡ଼ ଉଠାଇବା ପରୀକ୍ଷା କରି ଚିହ୍ନା ଯାଇପାରେ। କ୍ରନିକ ରୋଗରୁ ଯନ୍ତ୍ରଣା ପ୍ରସ୍ତୁତି ସିଷ୍ଟମ ସଠିକ କାମ କରିପାରେ ନାହିଁ ତେଣୁ ଅଣ ସାଂଘାତିକ ରୋଗରେ ମଧ୍ୟ ଅନେକ କଷ୍ଟ ହୁଏ। ଶୀଘ୍ର ଆରମ୍ଭ ହେଉଥିବା ତୀବ୍ର ଅନିର୍ଦ୍ଦିଷ୍ଟ କଟି ଯନ୍ତ୍ରଣାରେ ଯନ୍ତ୍ରଣା ନିବାରକ ଔଷଧ ଦିଆଯାଏ ଓ ଯଥା ସମ୍ଭବ କଷ୍ଟ ସହ୍ୟ ହେବା ଭଳି ସାଧାରଣ ଚଳପ୍ରଚଳ ଚାଲୁ ରଖିବା ଉଚିତ। ଯେତିକି ସମୟ ଉପକାରରେ ଆସିବ ସେତିକି ସମୟ ପ୍ରଥମ ପସନ୍ଦ ପାରାସେଟାମୋଲ ଔଷଧ ଦେବାକୁ ଉପଦେଶ ଦିଆଯାଏ। ସାଧାରଣ ଔଷଧ କାର୍ଯ୍ୟକାରୀ ନ ହେଲେ ଅନ୍ୟ କେତେକ ବିକଳ୍ପ ଅଛି। ସାଧାରଣ ଯନ୍ତ୍ରଣା ନିବାରକ ଉପକାର ନ କଲେ ଓପିଓଏଡ ଦିଆଯାଏ କିନ୍ତୁ ଅନିଚ୍ଛା ସହକାରେ କାରଣ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି। ଡିସ୍କ ସମ୍ବନ୍ଧୀୟ ଯନ୍ତ୍ରଣା ସହିତ ଅକର୍ମଣ୍ୟତା ବା ସ୍ପାଇନାଲ ଷ୍ଟେନୋସିସ ଥିଲେ ଅପରେସନ ଆବଶ୍ୟକ ହୋଇପାରେ। ଅନ୍ ଅନ୍ୟ ଅନିର୍ଦ୍ଦିଷ୍ଟ କାରଣ ଥିବା କଟି ଯନ୍ତ୍ରଣାରେ କୌଣସି ଉପକାର ମିଳିବା ଜଣାଯାଇ ନାହିଁ। କଟି ଯନ୍ତ୍ରଣା ହେଲେ ମନୋଭାବ ବା ମୁଡରେ ପରିବର୍ତ୍ତନ ଆସେ ଯାହା ନିମନ୍ତେ ମାନସିକ ଉପଦେଶ ବା ଆଣ୍ଟିଡିପ୍ରେସାଣ୍ଟ ଆବଶ୍ୟକ ହୁଏ। ଅଧିକନ୍ତୁ ଅନେକ ପ୍ରକାର ଅଲଟରନେଟ ମେଡିସିନ ବ୍ୟବହାର କରିବାକୁ କୁହାଯାଏ ଯେପରିକି ଆଲେକଜାଣ୍ଡର ଟେକନିକ ଓ ହର୍ବାଲ ରିମେଡିଜ କିନ୍ତୁ ଏମାନଙ୍କ ସପକ୍ଷରେ ଉପକାର ହେଲା ଭଳି ଯଥେଷ୍ଟ ପ୍ରମାଣ ମିଳୁନି। ଚିରୋପ୍ରାକ୍ଟିକ ଯତ୍ନ ଓ ସ୍ପାଇନାଲ ମାନିପୁଲେସନ ପଦ୍ଧତି ନିମନ୍ତେ ମିଶ୍ରିତ ପ୍ରମାଣ ମିଳୁଛି। ଯେ କୌଣସି ସମୟରେ ପ୍ରାୟ ନଅରୁ ବାର ପ୍ରତିଶତ ଲୋକ ଏହି ରୋଗରେ ପୀଡ଼ିତ ଥାଆନ୍ତି ଓ ପ୍ରାୟ ପଚିଶ ପ୍ରତିଶତ ଲୋକଙ୍କର ଏହା ମାସରୁ ଅଧିକ କଷ୍ଟ ଥାଏ। ପ୍ରାୟ ଚାଳିଶି ପ୍ରତିଶତ ଲୋକ ଜୀବନରେ କୌଣସି ନା କୌଣସି ସମୟରେ ଏହି ରୋଗ ଭୋଗନ୍ତି ଓ ବିକଶିତ ଦେଶମାନଙ୍କରେ ଏହି ହିସାବ ଅଶୀ ପ୍ରତିଶତ ପର୍ଯ୍ୟନ୍ତ ଯାଇପାରେ। ବୟସ କୋଡ଼ିଏରୁ ଚାଳିଶି ବର୍ଷ ମଧ୍ୟରେ ଏହି ରୋଗ ଆରମ୍ଭ ହୁଏ। ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି। ବୟସ ଚାଳିଶିରୁ ଅଶୀ ବର୍ଷ ମଧ୍ୟରେ ନିମ୍ନ ପିଠି ଯନ୍ତ୍ରଣା ଅତି ସାଧାରଣ ରୋଗ ଭାବରେ ପରିଗଣିତ ହୁଏ ଓ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ସଂଖ୍ୟା ବଢ଼ିବା ଆଶା କରାଯାଏ। ଯୁକ୍ତରାଷ୍ଟ୍ରରେ ଏହା ଏକ କର୍ମ ବାଧକ ରୋଗ ହିସାବରେ ବିବେଚନା କରାଯାଏ। କର୍ମରେ ବାଧା ସୃଷ୍ଟି କରିବାରେ ଏହାର ଏକ ଅଗ୍ରଣୀ ଭୂମିକା ଅଛି। ସ୍ନାୟବିକ ରୋଗମାନଙ୍କ ମଧ୍ୟରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି ପ୍ରଥମ ସ୍ଥାନରେ ସାଧାରଣ ମୁଣ୍ଡ ବ୍ୟଥା ଅଛି। ଅଧିକାଂଶ ରୋଗୀଙ୍କର ଓଜନ ଉଠାଇଲେ ହଠାତ ଅଣ୍ଟାଠାରୁ ଦେହ ବୁଲାଇବାକୁ ଓ ଆଗକୁ ଝୁଙ୍କିଲେ ଯନ୍ତ୍ରଣା ଆରମ୍ଭ ହୁଏ। ଏହି କଷ୍ଟ ସଙ୍ଗେ ସଙ୍ଗେ ବା ତା ଆର ଦିନ ସକାଳୁ ଆରମ୍ଭ ହୁଏ। ଅଣ୍ଟାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ୱଳ୍ପ ଦରଜ ଲାଗେ ବା ବିକ୍ଷିପ୍ତ ଯନ୍ତ୍ରଣା ହୁଏ। ନିମ୍ନ ଅବୟବକୁ ଯନ୍ତ୍ରଣା ଗତି କରୁଥିଲେ